ମାଳିକାମାନଙ୍କରେ ଧମକ ଦେଲାପରି କେତେ କଣ କୁହାଯାଇଛି। ମଣିଷମାନେ ମାର୍ଗକୁ ନ ଆସିଲେ କୌଣସି ସ୍ୱର୍ଗବାସୀ ଈଶ୍ୱରଙ୍କର କ୍ରୋଧର ଶିକାର ହେବେ ବୋଲି ପ୍ରାୟ ସବୁ ଧର୍ମରେ ଅଳ୍ପ ବା ବହୁତ ପରିମାଣରେ କୁହାଯାଇଛି। ସେହି ଔଷଧଟା ଆମ ପୃଥିବୀରେ କେତେ ପରିମାଣରେ କାଟୁ କରିଛି ବା ନ କରିଛି ସେକଥା କିଏ ଉଚିତ ଓଳମ ଗୁଡ଼ିକୁ ଧରି କହିପାରିବ? ତଥାପି ପୃଥିବୀ ପାଇଁ ମହାଭାଗ୍ୟର କଥା ଯେ ବିଶ୍ୱାସରେ ହିଁ ଏଠି ବହୁତ କିଛି ସତ୍ୟର ମର୍ଯ୍ୟାଦା ପାଇ ଆସିଛି। ଯାହା ପାଖରେ ଆମ ଏକାଳର ଜ୍ଞାନବିଜ୍ଞାନ ପରାଭୂତ ପ୍ରାୟ ହୋଇ ରହି ଆସିଛି। ଓଡ଼ିଶା ଉପରେ ଏବେ ଯେଉଁ ବାତ୍ୟା ବୋହିଗଲା, ସେଇଟା କଣ ମଣିଷମାନଙ୍କୁ ସେମାନଙ୍କର କୌଣସି ଦୋଷ ବା ଅପରାଧ ପାଇଁ ଭୋଗିବାକୁ ପଡ଼ିଲା? ଏବେ ମଧ୍ୟ ଆମର ଏଠି ଅନେକ ବୁଝିବା ଶୁଝିବା ମଣିଷ ଅବଶ୍ୟ ରହିଛନ୍ତି। ଯେଉଁମାନେ କି ଗୋଟାପଣେ ଭାବୁଥିବେ ଯେ, ଏହି ଯୁଗଟାରେ ମଣିଷମାନେ ଯେଉଁ ଅନାଚାରଗୁଡ଼ାକ କରୁଛନ୍ତି। ତାହାରି ଫଳସ୍ୱରୂପ ପୃଥିବୀକୁ ଏତେ ହରକତ ଭୋଗ କରିବାକୁ ପଡୁଛି। ହୁଏତ ଏପରି ବି ହୋଇପାରେ ଯେ, ଯେଉଁମାନେ ସ୍ୱୟଂ ନାନା ଅନ୍ୟାୟ କରୁଛନ୍ତି, ଶଠ ଆଚରଣ କରି ଯୁଗଟାକୁ ଅଣ୍ଟି ଭିତରେ ମାଡ଼ି ବସିଛନ୍ତି, ସେମାନେ ମଧ୍ୟ ଏହି କଥାମାନ କହୁଛନ୍ତି ଓ ସେଥିରୁ କିଞ୍ଚିତ ଉଶ୍ୱାସ ମଧ୍ୟ ଅନୁଭବ କରୁଛନ୍ତି। ପୂର୍ବକାଳର ଅତ୍ୟାଚାରୀ କେତେ କେତେ ରାଜା ମଧ୍ୟ ସଭାରେ ପଣ୍ଡିତମାନଙ୍କ ମୁହଁରୁ ଏହିସବୁ ସାଧୁବଚନ ଶୁଣୁଥିଲେ ଏବଂ ପାପଗୁଡ଼ାକ ଧୋଇ ହୋଇ ଯାଉଥିବା ଭଳି ଅନୁଭବ କରୁଥିଲେ। ଠିକ୍ ସେହି ପରମ୍ପରାଟି ଏକାବେଳେକେ ଆମର ଏଯାଏ ମଧ୍ୟ ଚାଲିଆସିଛି ଓ ଆମ ବିବେକକୁ ଶାନ୍ତି ପ୍ରଦାନ କରିପାରୁଛି। ଅସଲ ବିବେକଟା କହୁଛି-ବିଗତ ପଚାଶ ବର୍ଷ ଭିତରେ ଯେଉଁ ଅବିବେକ ଆମ ଦେଶର ରାଷ୍ଟ୍ରୀୟ ଜୀବନ ଉପରେ ରାଜା ପରି ବସିରହି ଆସିଛି। ସମ୍ଭବତଃ ତାହା ହିଁ ଏହି ଦେଶକୁ ବିପର୍ଯ୍ୟୟ ପରେ ବିପର୍ଯ୍ୟୟକୁ ଡାକିନେଇ ଆସୁଛି। ପଚାଶ ବର୍ଷ ଗତ ହୋଇଯିବା ପରେ ମଧ୍ୟ ଆମ ଚାରିପାଖରେ କୋଟି କୋଟି ମନୁଷ୍ୟ ବଡ଼ ଅସହାୟ ହୋଇ ରହିଛନ୍ତି। ଦାରିଦ୍ର୍ୟର ଦୂରୀକରଣ ସକାଶେ କୋଟି କୋଟି ଖରଚ ହେଉଛି। ତଥାପି ଦାରିଦ୍ର୍ୟ ଯାଉନାହିଁ। ଦେଶର ଦୁର୍ଗତ ପିଲାମାନେ ଦି ଅକ୍ଷର ପାଠ ପଢ଼ିବେ ବୋଲି କୋଟି କୋଟି ଟଙ୍କାର ବରାଦ ହୋଇଛି ତେବେ ସୁଦ୍ଧା ପିଲାଙ୍କ ଉପରୁ ଦୁର୍ଗତି ଯାଇନାହିଁ। କୋଟି ପରିମାଣରେ ପଇସା ଖରଚ ହୋଇ ବଡ଼ମଥାମାନଙ୍କର ଗଣିତ ଅନୁସାରେ ନଈ ନାଳ ବନ୍ଧା ହୋଇଛି। ଫସଲ ଅମଳ ପନ୍ଦରଗୁଣ ବୃଦ୍ଧି ପାଇଛି, ବନ୍ୟା, ବେକାରୀ, ବାତ୍ୟା ପ୍ରଭୃତି ପାରମ୍ପରିକ ବିପଦକୁ ଏଡ଼ାଇ ରଖିବା ନିମନ୍ତେ କେତେ ଖାନଦାନୀ ପ୍ରଚେଷ୍ଟା କରାଯାଇଛି। ତଥାପି ଦୁଃଖମାନେ ଗୁରାଇ ତୁରାଇ ହୋଇ ଲାଗି ରହିଛନ୍ତି। ଅଳପ ମଣିଷ ନିର୍ମଳ ଅବିବେକ ସହିତ ବହୁତଙ୍କ ଉପରେ ଘୋଡ଼ା ଚଢ଼ି ବସିଛନ୍ତି ଏବଂ ଦେଶଟାକୁ ଖାଇଯାଉଛନ୍ତି। ଶାସନ ମାଧ୍ୟମରେ ଖାଇ ଯାଉଛନ୍ତି, ରାଜନୀତି ମାଧ୍ୟମରେ ଖାଇ ଯାଉଛନ୍ତି, ସାହିତ୍ୟର ମାଧ୍ୟମରେ ଏବଂ ଶିକ୍ଷାର ମାଧ୍ୟମରେ ଖାଇ ଯାଉଛନ୍ତି। କାଠ, ପଥର, ଆକାଶ, ପୃଥିବୀ ଦଶଦିଗ ଈଶ୍ୱର ଭର୍ତ୍ତି ହୋଇ ରହିଛନ୍ତି ବୋଲି ଧର୍ମର ଚୋକଡ଼ ଖାଇ ବଞ୍ଚିଥିବା ଗୁରୁମାନେ ପ୍ରବଚନ ଦେବାରେ ଲାଗିଛନ୍ତି ଅଥଚ ଯେକୌଣସି ସୁସ୍ଥ ଚେତନାର ନ୍ୟାୟ ଅନୁସାରେ ମଣିଷ ଯେ ସବାଆଗ ଅନ୍ୟ ମଣିଷଙ୍କ ଭିତରେ ଈଶ୍ୱରଙ୍କୁ, ଇଜ୍ଜତକୁ ଏବଂ ସତ୍ୟକୁ ସ୍ୱୀକୃତି ଦେବ, ସେହି କଥାଟିକୁ ସତେ ଅବା ଲୁଚାଇ ରଖାଯାଇଛି। ସମ୍ଭବତଃ ସେହି କାରଣରୁ ମଧ୍ୟ ଆମ ରାଷ୍ଟ୍ର ସବୁ ମଣିଷଙ୍କୁ ନାଗରିକର ମର୍ଯ୍ୟାଦା ମୋଟେ ନ ଦେବା ନିମନ୍ତେ ଆବଶ୍ୟକ ପ୍ରତ୍ୟୟଗୁଡ଼ିକୁ ପାଇଯାଇଛି। ଆମ ରାଷ୍ଟ୍ରୀୟ-